ସେ ଜଜ୍ଙ୍କର ଗୋଟାଏ ହାତ ଧରି ଆର୍ତ୍ତକଣ୍ଠରେ କହିଉଠିଲା-ପଢ଼ନ୍ତୁ, ପଢ଼ନ୍ତୁ, ଇସ୍କା ପାନ ବିବି, ଆମେ ଛଅଜଣ ମେମ୍ସାହେବ ବିବି। ସମସ୍ତେ ନିର୍ନିମେଷ ନୟନରେ ଅନାଇ ରହିଲେ। ରଘୁନାଥର ସନ୍ଧାନ ମିଳିଲା। ସେ ମରିପଡ଼ିଛି। ରୋଷେଇଘର ପଛରେ ଯେଉଁଠି ବାସନମଜା ଲୁଗାପଟା କାଚିବାର ସ୍ଥାନ ସେଠାରେ ନିଆଁ ଲଗାଇବା ପାଇଁ କାଠ କାଟିବାକୁ ଯାଇଥିଲା ରଘୁନାଥ। ପାଖରେ ପଡ଼ିଛି ଟୁକୁରା ଟୁକୁରା କାଠ। ଆଗରେ ବଡ଼ ଗଣ୍ଠିକାଠ। ହାତରେ ଗୋଟିଏ କୁରାଢ଼ି। ତା'ଠାରୁ କେଇ ହାତ ଦୂରରେ କାନ୍ଥ ଦିହରେ ନିରୀହ ଭାବରେ ଡେରାଇ ଦିଆଯାଇଛି ଏକ ବୃହତ୍ କୁରାଢ଼ି। ରଘୁନାଥର ବେକରେ ଗଭୀର କ୍ଷତ। ଚାରିଆଡ଼େ ରକ୍ତ, ରକ୍ତ, ରକ୍ତ। କୌଣସିପ୍ରକାରେ ଖାଇବା ସରିଲା। ବିନୋଦିନୀ ଓ ବର୍ଷା ଦି'ଜଣ ମିଶି ଖାଇବାର ବନ୍ଦୋବସ୍ତ କଲେ। ଟିଣଖାଦ୍ୟ ପ୍ରଚୁର ଥିଲା; ତେଣୁ କିଛି ଅସୁବିଧା ହେଲା ନାହିଁ। ଖାଇବା ପରେ ବର୍ଷା ପରିଷ୍କାର କରିବାର ଭାର ନେଇଛି। ମାଧବ କହିଲା-ବର୍ଷା ଦେବୀ, ମୁଁ ଆପଣଙ୍କୁ ସାହାଯ୍ୟ କରିବାରେ ଆପଣଙ୍କର ଆପତ୍ତି ଅଛି କି? -ନା, ନା। ବିନୋଦିନୀ ଉଠି ଶୁଣି ବସିପଡ଼ିଲେ। ମନେହେଲା ସେ ଯେପରି ଯନ୍ତ୍ରଣା ଅନୁଭବ କରୁଛନ୍ତି। ଜଜ୍ ମହାଜନ ପଚାରିଲେ-ଆପଣଙ୍କର କ'ଣ ହେଲା? -ନା, କିଛି ନୁହେଁ, ବ୍ୟସ୍ତ ହେବେ ନାହିଁ। ଭାବୁଥିଲି, ବର୍ଷା ଝିଅଟି ଏକା ସବୁ କରିବ! ମୁଁ ଟିକିଏ ସାହାଯ୍ୟ କରିବି। ମୁଣ୍ଡଟା ହଠାତ୍ ଯେପରି ଘୂରିଲା, ତେଣୁ ବସି ପଡ଼ିଲି। ଡାକ୍ତର କହିଲେ-ବେଶ୍ କରିଛନ୍ତି। ଆପଣ ବର୍ତ୍ତମାନ ଟିକିଏ ବିଶ୍ରାମ କରନ୍ତୁ। ମୁଁ ଆପଣଙ୍କୁ ଔଷଧ ଦେଉଛି। -ନା, ନା, ଆପଣଙ୍କର ଔଷଧ ମୋତେ ଦିଅନ୍ତୁ ନାହିଁ। କହିଲେ ବିନୋଦିନୀ। ଲାଜରେ ଡାକ୍ତରଙ୍କ ମୁହଁଟି ରଙ୍ଗା ପଡ଼ିଗଲା। ବିନୋଦିନୀ ତାଙ୍କୁ ସନ୍ଦେହ କରିଛନ୍ତି। ଅନ୍ୟ ସମସ୍ତେ ନୀରବରେ ଠିଆ ହୋଇଛନ୍ତି। ଘର ଭିତରେ ଅସ୍ଵାଭାବିକ ଅସ୍ଥିରତା। ତା'ପରେ ବିନୋଦିନୀ କହିଲେ-ମୋତେ କ୍ଷମା କରନ୍ତୁ, ଡାକ୍ତର, ମୁଁ ଆପଣଙ୍କୁ ଅସମ୍ମାନ କରିବାକୁ ଚାହେନା। ମୁଁ ଭାବୁଛି, କିଛି ସମୟ ଚୁପ୍କରି ବସିଲେ ମଥାବୁଲାଟି ଆପେ ଭଲ ହୋଇଯିବ। ଡାକ୍ତର କହିଲେ-ଯାହା ଭଲ ସେଇୟା କରନ୍ତୁ। ଜଜ୍ କହିଲେ-ମୋର ମନେହୁଏ ପୁଣି ଆଉ ଥରେ କଥାଟି ଆଲୋଚନା କରିବା ଉଚିତ-। ତେଣୁ ଚାଲନ୍ତୁ ଡ୍ରଇଂ ରୁମ୍କୁ ଯିବା। ସମସ୍ତେ ଚାଲିଗଲେ। ରହିଗଲେ କେବଳ ବିନୋଦିନୀ। ମୁଣ୍ଡ ବୁଲାଇବାଟି ଧୀରେ କମିଯାଉଛି ବିନୋଦିନୀଙ୍କର। ଆରାମ ଲାଗୁଛି। ସ୍ୱସ୍ତିର ନିଃଶ୍ୱାସ ମାରିଲେ ବିନୋଦିନୀ; କିନ୍ତୁ ଏତେ ନିଦ ଲାଗୁଛି କାହିଁକି? କ'ଣ, ଦୁର୍ବଳତା ପାଇଁ ଏପରି ଲାଗୁଛି? କିଏ ଯେପରି ଏଇ ତ ଘରେ ପଶିଲା। ମୁହଁ ବୁଲାଇ ଦେଖିବାକୁ ଚେଷ୍ଟା କଲେ ବିନୋଦିନୀ। ନା, ପାରିଲେ ନାହିଁ। ଇସ୍, ଏ ତ ସେଇ ଚେହେରା ଶେ-ଫା-ଳୀ। ଶେଫାଳୀ ଦାସ ହା ଭଗବାନ୍! କି ଶବ୍ଦ ଏ? ଏ ତ ଗୁଞ୍ଜନ! କି ଗୁଞ୍ଜନ? ବିନୋଦିନୀ ଅନୁଭବ କଲେ-ନା, କିଛି ନୁହେଁ ତ। ଶେଫାଳୀ ଦାସ ପୁଣି ଶେଫାଳୀ ଦାସ। ଇସ୍ କ'ଣଟାଏ ଯେପରି କିଏ ଫୋଡ଼ିଦେଲା। ଫଟୋ ଷ୍ଟାଣ୍ଡରୁ ହସିଉଠିଲା ଇସ୍କା ପାନ ବିବି। ଏଣେ ଡ୍ରଇଂ ରୁମରେ ସମସ୍ତେ ଅପେକ୍ଷା କରିବାକୁ ଲାଗିଲେ ବିନୋଦିନୀଙ୍କ ପାଇଁ। ବର୍ଷା କହିଲା-ମୁଁ ତାଙ୍କୁ ଡାକିଆଣୁଛି। ଫଟିକ୍ କହିଲା-ମୋର ମନେହୁଏ ହତ୍ୟାକାଣ୍ଡ ପାଇଁ ବିନୋଦିନୀ ଦାୟୀ। ମୁଁ ନିଃସନ୍ଦେହରେ କହିପାରେଁ ଯେ ଏହା ମୂଳରେ ଅଛନ୍ତି ବିନୋଦିନୀ। ଡାକ୍ତର କହିଲେ-କିନ୍ତୁ କାହିଁକି? -ଧର୍ମ ଉନ୍ମାଦନା। -ହୋଇପାରେ। ପ୍ରମାଣ? -ଗ୍ରାମୋଫୋନ୍ ରେକର୍ଡ଼ରେ ଯେଉଁ ଅଭିଯୋଗ ଦିଆ ହୋଇଥିଲା ଆମେ ସମସ୍ତେ ତା'ର ଉତ୍ତରଦେଇଛୁଁ, କିନ୍ତୁ ବିନୋଦିନୀ କିଛି କହିନାହାନ୍ତି। ବର୍ଷା କହିଲା-ଏକଥା ସତ ନୁହେଁ। ପରେ ସେ ମୋତେ ସବୁକଥା କହିଛନ୍ତି। ତା'ପରେ ସେ ସବୁକଥା କହିଦେଲା। ବିଚାରପତି ମହାଜନ କହିଲେ- ଏକଥା ଶୁଣିବା ପରେ ମୋର ସନ୍ଦେହ ହୁଏନା ସେ ବିନୋଦିନୀ ଦାୟୀ। ଆଚ୍ଛା ବର୍ଷା, ଶେଫାଳୀର ମୃତ୍ୟୁରେ ବିନୋଦିନୀ ଦୁଃଖିତ, ଅନୁତପ୍ତ? -ନା, ମୋଟେ ନୁହଁ। ଫଟିକ୍ କହିଲା-ଚିରକୁମାରୀ ବିନୋଦିନୀଙ୍କର ହୃଦୟ ବୋଲି କିଛି ଅଛି ମନେହୁଅନା।। ବିଚାରପତି କହିଲେ-ଏଇ ତ ଏଗାରଟା ବାଜିଲାଣି। ଶ୍ରୀମତୀ ବିନୋଦିନୀଙ୍କର ଆସିବା ଉଚିତ। ମାଧବ ଏଥର ଠିଆହେଲା। ସବୁଥର ଭଳି ଫୋଟ ଷ୍ଟାଣ୍ଡ ପାଖରୁ ତାସ୍ ମୁଠାକ ନେଇଆସି ଫେଣ୍ଟିବାକୁ ଲାଗିଲା।